କାହ୍ନୁ ପଚାରିଲା–ତମ ପଶୁଗୁଡ଼ିକ ରାତିରେ କେଉଁଠାରେ ରହନ୍ତି? ନିଗ୍ରୋ ପୁରୁଷ–ଆମ ଘର ଚାରିପାଖରେ କାଠର ଲମ୍ବା ଲମ୍ବା ଖୁଣ୍ଟ ପୋତି ଗୋଟିଏ ଖୁଆଡ଼ ତିଆରି କରୁଁ। ରାତିରେ ପଶୁପଲଙ୍କୁ ଏହି ଖୁଆଡ଼ ଭିତରେ ଛାଡ଼ିଦେଉ। ସିଂହ ବା ଆଉ କୌଣସି ବଣୁଆ ଜନ୍ତୁ ଖୁଆଡ଼ ଭିତରେ ପଶିପାରନ୍ତି ନାହିଁ। ଜହ୍ନମାମୁଁ ପଚାରିଲେ–ତା'ହେଲେ ପଶୁପାଳନ ତମ ମାନଙ୍କର ଏକମାତ୍ର ବ୍ୟବସାୟ, ନୁହେଁ କି? ନିଗ୍ରୋ ପୁରୁଷ–ନା, ଆମ ଭିତରୁ କେତେକ ଚାଷକାମ କରନ୍ତି। ସେମାନେ ଧାନ, ମକା, ଗହମ, ପନିପରିବା, କଦଳୀ, ଚିନାବାଦାମ, ଧୂଆଁପତ୍ର ଓ କପାଚାଷ କରନ୍ତି। ଏଠାରେ ହାତୀ ଓ ମାଙ୍କଡ଼ଙ୍କ ଉପଦ୍ରବ ଖୁବ୍ ବେଶୀ। ସେମାନେ ଫସଲ ସବୁ ଖାଇଯାଆନ୍ତି। ସେଥିପାଇଁ ବାଳକମାନେ ଢୋଲ ନେଇ ଖେତକୁ ଯାଆନ୍ତି। ସେଠାରେ ଢୋଲ। ବଜାଇ ଓ ପାଟିତୁଣ୍ଡ କରି ହାତୀ ଓ ମାଙ୍କଡ଼ଙ୍କୁ ଘଉଡ଼ାଇ ଦିଅନ୍ତି। ଜହ୍ନମାମୁଁ ପଚାରିଲେ–ତମେମାନେ ଯେଉଁସବୁ ଜିନିଷ ବ୍ୟବହାର କରୁଛ,ସେଗୁଡ଼ିକ ମିଳେ କେଉଁଠାରେ? ନିଗ୍ରୋ ପୁରୁଷ–ଅଧିକାଂଶ ଜିନିଷ ଆମେ ହାତରେ ତିଆରି କରୁ। ଆମେ କପାଚାଷ କରୁ। କପାଫଳ ପାକଳ ହେଲେ ବୋଝରେ ପୂରାଇ ଘରକୁ ନେଇଆସୁ। ସ୍ତ୍ରୀଲୋକ ଓ ପିଲାମାନେ ତୁଳା ଭିତରୁ ମଞ୍ଜିଗୁଡ଼ିକ ବାହାର କରି ପକାନ୍ତି। ତା'ପରେ ତୁଳାରୁ ସୂତା କାଟି ସେମାନେ ହାତତନ୍ତରେ ଲୁଗା ବୁଣନ୍ତି। ଜହ୍ନମାମୁଁ–ତମ ଘରେ ତ ଚମଡ଼ାରେ ତିଆରି ଅନେକ ପ୍ରକାର ଜିନିଷ ଅଛି। ନିଗ୍ରୋ ପୁରୁଷ–ହଁ, ସେଗୁଡ଼ିକୁ ସ୍ତ୍ରୀଲୋକମାନେ ତିଆରି କରିଛନ୍ତି। ଆମ ପଶୁଙ୍କ ପାଖରୁ ଯେଉଁ ଚମ ମିଳେ ତାହାକୁ କଷାଇ ସେଥିରୁ ସେମାନେ ଲଗାମ ଆଦି ଘୋଡ଼ାର ସାଜ, ଚପଲ, ଚମଡ଼ାର ପାତ୍ର ତିଆରି କରନ୍ତି। ଏ ପାତ୍ରଗୁଡ଼ିକରେ ଆମେମାନେ ଚର୍ବି, ଘିଅ, ମହୁ ଓ ଗହମ ପୂରାଇ ରଖୁ। ତା'ଛଡ଼ା ଆମ ଭିତରୁ କେତେକ କମାର କାମ ଜାଣନ୍ତି। ସେମାନେ ଲୁହାରୁ ଖଣ୍ଡା, ଛୁରା, କଇଞ୍ଚି, ଛୁରୀ, ବର୍ଚ୍ଛା, କୋଡ଼ି, ଚୁଡ଼ି ଓ ଆଉ କେତେକ ପ୍ରକାର ଗହଣା ତିଆରି କରନ୍ତି। ଆମ କୁମ୍ଭୀର ଭାଇମାନେ ମାଟିର ନାନାପ୍ରକାର ପାତ୍ର ତିଆରି କରନ୍ତି। ଜହ୍ନମାମୁଁ କାହ୍ନୁକୁ କହିଲେ–ଦେଖୁଛୁ ତ କାହ୍ନୁ! ଏ ନିଗ୍ରୋମାନେ କେତେ କେତେ କାରିଗରି ଜାଣନ୍ତି? ନିଗ୍ରୋ ପୁରୁଷଟି ପୁଣି କହିଲା–ଆମ ଭିତରୁ କେତେକ ଲୋକ ବେପାର ବଣିଜ କରନ୍ତି-। ଆମ ଦେଶ ଭିତର ଦେଇ ଦଳ ଦଳ ବଣିକ ଓଟପିଠିରେ ଜିନିଷପତ୍ର ବୋଝେଇ କରି ନେଇ ଯାଆନ୍ତି। ଏମାନେ ଯେଉଁଠାରେ ଛାଉଣି ପକାଇ ରହନ୍ତି, ସେଠାରେ ଜିନିଷପତ୍ରର କିଣାବିକା ହୁଏ-। ଅନେକଆଡ଼ୁ ଲୋକେ ଆସି ଜମା ହୁଅନ୍ତି। ସେଠାରେ ହାଟ ଓ ବଜାର ବସେ। ଏ ହାଟରେ ଘୋଡ଼ା, ମେଣ୍ଢା, ଛେଳି, କୁକୁଡ଼ା, ଧାନଚାଉଳ, ଗହମ, ମକା, ପନିପରିବା, ପିଠା, ମିଠେଇ, ଲୁଣ, ଲୁଗାପଟା ଓ ଆଉ ଆଉ ଜିନିଷ କାରବାର ହୁଏ। ସ୍ତ୍ରୀଲୋକମାନଙ୍କ ପାଇଁ କାଚରେ ତିଆରି ମାଳି ଓ ହାର, ରୂପାର ମୁଦି, ବଳା ଏସବୁ ଜିନିଷ ବି ମିଳେ। ମେଣ୍ଢା ଛେଳି ଚମରୁ ଆମେ ଯେଉଁ ଚଟି ଓ ଚପଲ, ବୁଟଜୋତା ଓ ଘୋଡ଼ାର ସାଜ ତିଆରି କରୁ, ସେସବୁ ଏହି ହାଟକୁ ବିକିବାକୁ ନେଇଯାଉ। ଚାଷୀମାନେ ଚାଷ ସରଞ୍ଜାମ କିଣିବା ପାଇଁ, ଶିକାରୀମାନେ ବର୍ଚ୍ଛା, ଧନୁଶର କିଣିବା ପାଇଁ ଏହି ହାଟକୁ ଯାଆନ୍ତି। ତା'ଛଡ଼ା ମାଟିର ନାନାପ୍ରକାର ପାତ୍ର, ବେତର ବାଉଁଶିଆ, ଘାସ ତିଆରି ମସିଣା ଏସବୁ ଘରକରଣା ଜିନିଷ ବି ହାଟରେ ମିଳେ। ପୂର୍ବେ ଜିନିଷ ଅଦଳବଦଳ କରି କିଣାବିକା ହେଉଥିଲା। କେହି ହୁଏତ ଗୋଟିଏ ମେଣ୍ଢା ଦେଇ ଛୁରୀଟିଏ ଆଣୁଥିଲା। କେହି ଲୁଗା ଖଣ୍ଡେ ଦେଇ ବର୍ଚ୍ଛାଟିଏ ଆଣୁଥିଲା। ତା'ପରେ କଉଡ଼ି ଦେଇ ଜିନିଷ କିଣା ହେଲା। ଗୋଟିଏ ଜିନିଷ ପାଇଁ ଶହଶହ କଉଡ଼ି ଗଣିବାକୁ ହେଉଥିଲା। ଏପରି କିଣା ବିକାରେ ବଡ଼ ଅସୁବିଧା ହେଉଥିଲା। ଏବେ ଟଙ୍କା ପଇସାର କାରବାର ହେଲାଣି। ଏହିପରି କଥା କହୁ କହୁ ଖାଇବା ବେଳ ହେଲା। ନିଗ୍ରୋ ପୁରୁଷଟି କାହ୍ନୁ ଓ ଜହ୍ନମାମୁଁଙ୍କୁ ଖାଇବାକୁ ଡାକି ନେଇଗଲେ। ସମସ୍ତେ ଚଟାଣରେ ବସିଲେ। ନିଗ୍ରୋ ସ୍ତ୍ରୀଲୋକଟି ଗୋଟିଏ ପାତ୍ରରେ ମକା ଜାଉ ଆଣି ମଝିରେ ରଖିଦେଲା। ନିଗ୍ରୋ ପୁରୁଷ ହାତରେ ଗୋଟିଏ ଚାମଚ ଥାଏ। ସେ ସେହି ଚାମଚରେ ଜାଉ ଉଠାଇ ପ୍ରଥମେ ଖାଇବାକୁ ଆରମ୍ଭ କଲା। ତା'ପାଖରେ ଜହ୍ନମାମୁଁ ବସିଥାନ୍ତି। ତାଙ୍କ ହାତକୁ ଚାମଚଟି ବଢ଼ାଇଦେଲା। ଜହ୍ନମାମୁଁ ଚାମଚରେ ଜାଉ ନେଇ ଖାଇଲେ। ସେ ଖାଇସାରି କାହ୍ନୁକୁ ଚାମଚଟି ବଢ଼ାଇ ଦେଲେ। କାହ୍ନୁ ପାଖରେ ନିଗ୍ରୋ ବାଳକ ଦୁଇଜଣ ବସିଥାନ୍ତି।